ପୃଥିବୀସ୍ଥ ଆକାଶମଣ୍ଡଳର ବାୟୁକୁ ତରଳ କରି ବଡ଼ ବଡ଼ ରକେଟ୍ଯାନ ସାହାଯ୍ୟରେ ଚନ୍ଦ୍ରମଣ୍ଡଳକୁ ବୋହିନେଇ ସେଠାରେ ଆକାଶକୁ ବାୟୁପୂର୍ଣ୍ଣ କରିବା ଆଶା ଏବେ ପରିଷ୍କାର ଦିଶିଲାଣି। କିନ୍ତୁ ଗୋଟିଏ କଥା, ଆମ ଆକାଶମଣ୍ଡଳର ବାୟୁକୁ ନେଇ ଆମେ ଯଦି ଚନ୍ଦ୍ରର ଆକାଶମଣ୍ଡଳକୁ ପୂର୍ଣ୍ଣ କରୁଁ, ତେବେ ଆମ ଆକାଶମଣ୍ଡଳର ବାୟୁଚାପ ଯଥେଷ୍ଟ କମି ଆସିବ। କିନ୍ତୁ ଏହା ଆମର ଏଠାକାର ଜୀବନ ଯାପନରେ କୌଣସି ବାଧା ସୃଷ୍ଟି କରିବ ନାହିଁ ବୋଲି ଆଶା। ପୃଥିବୀପୃଷ୍ଠସ୍ଥ ସମୁଦ୍ରରୁ ଜଳ ବୋହିନେଇ ଚନ୍ଦ୍ରମଣ୍ଡଳର ଗହ୍ୱରକୁ ପୂର୍ଣ୍ଣ କଲେ ଆମ ସମୁଦ୍ରପତ୍ତନର ଉଚ୍ଚତା କମିଯିବ; ଫଳରେ ପୃଥିବୀପୃଷ୍ଠରେ ଅଧିକ ଜମି କୃଷିପାଇଁ ମିଳିପାରିବ। ଆମେ ଏହି ଉପାୟ ଦ୍ୱାରା ଚନ୍ଦ୍ରରେ ଯେତେ ଜମି କୃଷି ପାଇଁ ଆବାଦ କରିବୁଁ, ତା'ଠାରୁ କିଛି ଅଧିକ ଜମି ଏହି ପୃଥିବୀରେ ଆମକୁ ମିଳିଯିବ; ଫଳରେ ପୃଥିବୀର ମଣିଷସମାଜ ଅଧିକ ଲାଭବାନ୍ ହେବ-। ''ପୃଥିବୀପୃଷ୍ଠରୁ ଜଳ ଓ ବାୟୁ ଚନ୍ଦ୍ରମଣ୍ଡଳକୁ ନେଲେ, ପୃଥିବୀର ବିଭିନ୍ନ ଦେଶମାନେ ଆପତ୍ତି କରି ପାରନ୍ତି। ପୃଥିବୀର ବହୁ ଦେଶ ଆମର ଉଦ୍ୟମକୁ ବିଫଳ କରିବା ପାଇଁ ଜାତିସଂଘରେ ଆପତ୍ତି ଉଠାଇବା କିଛି ବିଚିତ୍ର ନୁହେଁ। ପୃଥିବୀପୃଷ୍ଠରୁ ଜଳ ଓ ବାୟୁ ନେବା ସମ୍ପର୍କରେ ଆମର ବହୁ ରାଷ୍ଟ୍ର ସହିତ କଳିକଜିଆ, ମନାନ୍ତର ହୋଇପାରେ। ପୁଣି କିଏ କହିପାରିବ, ଏଥିପାଇଁ ଯୁଦ୍ଧ ଡାକରା ନ ପଡ଼ିପାରେ ବୋଲି। କିନ୍ତୁ ଯେଉଁମାନେ ଆମର ଉଦ୍ୟମକୁ ବିଫଳ କରିବାକୁ ଚେଷ୍ଟା କରିବେ,। ସେମାନେ ହୃଦୟଙ୍ଗମ କରିବା ଉଚିତ ଯେ, ସେମାନେ ଆମକୁ ବାଧା ଦେବାକୁ ଯାଇ ସାରା ମଣିଷସମାଜର କମ୍ ଅପକାର କରୁନାହାନ୍ତି। ସେମାନଙ୍କର ବୁଝିବା ଉଚିତ ଯେ ଆମେ ଯାହା କରୁଛୁଁ ବା କରିବାକୁ ଯାଉଛୁଁ ତାହା କେବଳ ଆମର ସ୍ୱାର୍ଥପାଇଁ ନୁହେଁ; ଏହା ସାରା ମଣିଷସମାଜର ସ୍ୱାର୍ଥପାଇଁ ଉଦ୍ଦିଷ୍ଟ। ଗ୍ରହାନ୍ତର ଅଭିଯାନରେ ସେମାନେ ଆମ ସହିତ ସହଯୋଗ ନ କରି ଯଦି ଆମ ଉଦ୍ୟମକୁ ବିଫଳ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନେ ଯେ କେବଳ ପଛେଇଯିବେ ତା ନୁହେଁ, ମଣିଷସମାଜର ଉନ୍ନତି ପଥରେ ଏକ ପ୍ରଧାନ କଣ୍ଟକ ହୋଇପଡ଼ିବେ। '' ଘନ ଘନ କରତାଳିରେ ସଭାକକ୍ଷ କମ୍ପି ଉଠିଲା। ବାର କୃତ୍ରିମ ଉପଗ୍ରହ କ୍ଳବ ରୁମ୍ରେ ସମସ୍ତେ ଆନନ୍ଦ ଉତ୍ସବରେ ବ୍ୟସ୍ତ। ଅଦୂରରେ ମେରିଆ ଓ ଜର୍ଜି ଏକ ଦ୍ୱୈତ ନୃତ୍ୟ ଦେଉଥାନ୍ତି। ସମସ୍ତଙ୍କ ଦୃଷ୍ଟି ସେଇ ଦୁଇଜଣଙ୍କର ନୃତ୍ୟ ଓ ଅପୂର୍ବ ଅଙ୍ଗଭଙ୍ଗୀ ଉପରେ ନିବଦ୍ଧ। କ୍ଳବ ରୁମ୍ରେ ବେତାରଯନ୍ତ୍ର କେନ୍ଦ୍ର ରାଜଧାନୀସ୍ଥ ରେଡ଼ିଓ ଷ୍ଟେସନର ଏକ ମନମତାଣିଆ ସଙ୍ଗୀତ ପରିବେଷଣ କରି ଚାଲିଥାଏ। ସଙ୍ଗୀତର ତାଳରେ ତାଳ ପକାଇ ସେମାନେ ନାଚିଯାଉଛନ୍ତି ଦୁଇଟି ଅଭ୍ୟସ୍ତ ନର୍ତ୍ତକନର୍ତ୍ତକୀଙ୍କ ଭଳି। କେତେବେଳେ ପରସ୍ପରଠାରୁ ଦୂରେଇ ଯାଇ, କେତେବେଳେ ପାଖେଇ ଆସି, ପୁଣି କେତେବେଳେ ହାତ ଧରାଧରି ହୋଇ, ପୁଣି କେତେବେଳେ ପରସ୍ପରର କୋଳରେ ମୁଣ୍ଡ ଦେଇ ସେମାନେ ଏପରି ଭାବରେ ନାଚିଯାଉଥାନ୍ତି, ଯେପରିକି ଦ୍ୱୈତ ନୃତ୍ୟ ଆଗରେ ରାଷ୍ଟ୍ରର ଶ୍ରେଷ୍ଠ ନର୍ତ୍ତକ-ନର୍ତ୍ତକୀ ମଧ୍ୟ ମୁଣ୍ଡ ନୁଆଇଁବାକୁ ବାଧ୍ୟହେବେ। ଏହିଭଳି ଭାବରେ କ୍ଳବ ରୁମ୍ ବେଶ୍ ସରଗରମ ହୋଇ ଉଠିଥାଏ। ହଠାତ୍ ରେଡ଼ିଓ ବନ୍ଦ ହୋଇଗଲା। ଠିକ୍ ପରମୁହୂର୍ତ୍ତରେ ରେଡ଼ିଓ ଷ୍ଟେସନର ଖବରଦାତାଙ୍କ ସ୍ୱର ଶୁଭିଲା- ''ଆପଣମାନେ କ୍ଷମା କରିବେ, ଏବେ ଜରୁରୀ ଖବର ଶୁଣାଇବା ପାଇଁ ଆମେ ଏହି ସଙ୍ଗୀତ ପରିବେଷଣ କିଛି ସମୟ ପାଇଁ ବନ୍ଦ କରିବାକୁ ଯାଉଛୁଁ। ଆମ ସରକାର ଅତି ବିଶ୍ୱସ୍ତସୂତ୍ରରୁ ଜାଣିପାରିଛନ୍ତି ଯେ ମାର୍କିନ୍ଦେଶ ଆସନ୍ତା